ନିରାକାର ମହାପାତ୍ର ଏଥର ମଧୁପୁର ଫେରିବାବେଳକୁ ଦିଶୁଥିଲେ ଗୋଟେ ଅପରାଧୀ ପରି। ନିଜ ସପକ୍ଷରେ ଲୋକମତ ସଂଗ୍ରହ କରିବା ଥିଲା ତାଙ୍କ ପାଇଁ ଜରୁରୀ କାମ। କିନ୍ତୁ ବିଧାୟକ ଓ ପଲିଟିକାଲ୍ ଏଜେଣ୍ଟ୍ ସୁଦର୍ଶନ ବେହେରାଙ୍କ ସବୁ ଉଦ୍ୟମ ପଣ୍ଡ ହେଲା। ସଭା ଆଗରୁ ଭୋଜିଭାତ ଓ ସଭା ଶେଷରେ ନାଚଗୀତର ବ୍ୟବସ୍ଥା ସତ୍ତ୍ୱେ ତାଙ୍କ ସଭାରେ ହାତଗଣତି ଲୋକ ହୋଇଥିଲେ। ନିରାକାର ମହାପାତ୍ର କହିଲେ, "ଏ ଘଟଣା ପଛରେ ବିରୋଧୀ ଦଳର ହୀନ ଷଡ୍ଯନ୍ତ୍ର ଅଛି ରହିଛି। ସେ ଅସନ୍ତୁଷ୍ଟ ଗୋଷ୍ଠୀର ଆଗୁଆ ସଭ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ସ୍ଥାନୀୟ ନେତା ଓ ପୁଲିସକୁ ହାତବାରିସି କରି ତାଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି।" ମାତ୍ର ସେ ଏଥିରେ ଦବିଯିବେ ନାହିଁ। ଏହାର ଉପଯୁକ୍ତ ଜବାବ ଦେବେ। ତାଙ୍କ ଭାଷଣ ଶେଷରେ କରତାଳି ହେଲା। କିନ୍ତୁ ଆଗ ସଭାମାନଙ୍କର କରତାଳି ତୁଳନାରେ ଏଥରର କରତାଳି ଥିଲା କୁଣ୍ଠିତ ଏବଂ କ୍ଷୀଣ। ଆମମାନଙ୍କ ଭିତରୁ ବେଶୀଭାଗ ଲୋକ ଘଟଣାର ସତ୍ୟାସତ୍ୟ ଜାଣିପାରୁନଥିଲୁ। ଏତେବର୍ଷ ପରେ ଲୋକମତର ବିଜୟ ହୋଇଛି ବୋଲି ଗ୍ରହଣ କରିନେଇଥିବା ଲୋକମାନେ ପରସ୍ପରକୁ ପଚାରୁଥିଲେ, ଆମ ହଳଦୀଗଣ୍ଡ କେନାଲ କଥା କଣ ହେବ? ଆମ ରାସ୍ତା ସମସ୍ୟା? ବିଜୁଳି? କେନାଲ ବନ୍ଧ? ସ୍କୁଲ ଘର ମରାମତି? କଣ୍ଟ୍ରୋଲ ଚିନି ଓ ଚାଉଳ? କିନ୍ତୁ ସେ କଥାର ଜବାବ ଦେବା ପାଇଁ କେହି ନ ଥିଲେ। ଆମେମାନେ ନିରାକାର ବାବୁଙ୍କ ଠାରୁ ମଧ୍ୟ ଆଶା ହରେଇ ବସୁଥିଲୁ ଓ ନିଜ ନିଜ ଭାଗ୍ୟ ଉପରେ ସମସ୍ୟାଗୁଡ଼ିକୁ ଛାଡ଼ିଦେଉଥିଲୁ। ବିକ୍ରମବାବୁ ଯେମିତି, ଏ ନିରାକାର ବାବୁ ମଧ୍ୟ ସେମିତି ବୋଲି ଆକୁଳାନନ୍ଦ ବାବୁ ଖେଦୋକ୍ତି କରୁଥିଲେ। ମହାତ୍ମାଗାନ୍ଧୀ, ଜବାହରଲାଲ ଓ ସର୍ଦ୍ଦାର ପଟେଲଙ୍କ ପରି ନେତା ଆଉ ଆସିବେ ନାହିଁ ବୋଲି ସେ ମଝିରେ ମଝିରେ କହୁଥିଲେ ଓ ଦୀର୍ଘଶ୍ୱାସ ଛାଡ଼ୁଥିଲେ। ଏହାପରେ ଲୋକସଭା ନିର୍ବାଚନ ଘୋଷଣା ହୋଇଗଲା। ପୁଣିଥରେ ଗାଡ଼ି ମଟର, ବ୍ୟାନର, ପୋଷ୍ଟର ଜିନ୍ଦାବାଦ, ମୁର୍ଦ୍ଦାବାଦ ଶବ୍ଦ ଓ ଶୋଭଯାତ୍ରାର ଋତୁ ଆସିଗଲା। ଆମ ଗାଁର ଯେଉଁମାନେ ରାଜନୀତି, ନିର୍ବାଚନ ଓ ଦଳୀୟ ବିବାଦ ପରି ଘଟଣା ଗୁଡ଼ିକଠାରୁ ସବୁବେଳେ ଦୂରେଇ ରହନ୍ତି ସେମାନେ ମଧ୍ୟ ପୋଖରୀ ବାଟରେ ଓ ହାଟଫେରନ୍ତା ରାସ୍ତାରେ ଏ ବିଷୟରେ ଗପସପ ହେଲେ। ଦଳଦଳ ହୋଇ ଲୋକମାନେ ଦେଶର ସମସ୍ୟା, ନେତାଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା କଲେ। ଆମେମାନେ ଶାସକ ଦଳରୁ ଆଗ୍ରହ ହରେଇ ବସୁଥିଲୁ। ବିଧାୟକ ନିରାକାର ମହାପାତ୍ରଙ୍କ ଠାରୁ ଆମର ସମର୍ଥନ ପ୍ରତ୍ୟାହାର କରି ଆଣୁଥିଲୁ। କିନ୍ତୁ ନିରାକାର ମହାପାତ୍ର ବିଧାନସଭାରେ ଆମ ଅଞ୍ଚଳର ସମସ୍ୟାଗୁଡ଼ିକ କଥା ଉଠଉଥିଲେ ଓ ବିରୋଧୀ ଦଳର ହୀନ ଷଡ୍ଯନ୍ତ୍ର ଯୋଗୁଁ ତାଙ୍କୁ ଓ ତାଙ୍କର ପରିବାରକୁ ବଦନାମ କରାଯାଉଥିବା କଥା ବଡ଼ପାଟିରେ କହୁଥିଲେ। ମନ୍ତ୍ରୀମଣ୍ଡଳର ପୁଣିଥରେ ଗୋଟିଏ କ୍ଷୁଦ୍ର ସଂପ୍ରସାରଣ କରାଗଲା। କିନ୍ତୁ ଆଗଥର ପରି ଏଥର ମଧ୍ୟ ନିରାକାର ମହାପାତ୍ର ମନ୍ତ୍ରୀ ହୋଇପାରିଲେ ନାହିଁ। ଏହିପରି ସମୟରେ ମୋର ଗୋଟାଏ ବ୍ୟକ୍ତିଗତ କାମ ବିଧାୟକଙ୍କ ପାଖରେ ପଡ଼ିଲା। ଏମ ଏଲ ଏ କେଉଁଦିନ ଏରିଆକୁ ଯିବେ ଓ ମୁଁ ତାଙ୍କୁ ଦେଖା କରିବି ସେ କଥା ଉପରେ ସନ୍ଦେହ ଆସିବାରୁ ମୁଁ ସ୍କୁଲରୁ ଛୁଟି ନେଇ ଭୁବନେଶ୍ୱର ଚାଲିଆସିଲି। ନିରାକାର ବାବୁଙ୍କ କ୍ୱାର୍ଟର୍ସ ଆଗରେ ଲୋକଭିଡ଼। ଆମ ଅଞ୍ଚଳରୁ ବି ଅନେକ ଲୋକ ଆସି ଡେରା ପକେଇଥାଆନ୍ତି। କିନ୍ତୁ ତାଙ୍କ ଭିତରେ ବିକ୍ରମବାବୁଙ୍କ ଡାହାଣ ହାତ ଅଗାଧୁ ସାହୁଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି। ଅଗାଧୁବାବୁ ପଚାରିଲେ, "ସ୍କୁଲ କାମରେ ଆସିଥିଲେ କି ମାଷ୍ଟ୍ରେ?" ମୁଁ କଣ କହିବି ନ କହିବି ସ୍ଥିର ନ କରିପାରି ପଚାରିଲି, "ଆପଣ କେମିତି ଏଠି?" ଅଗାଧୁବାବୁ ହସିଲେ। ତାଙ୍କ ହସ ମୋତେ ବଡ଼ ଅର୍ଥପୂର୍ଣ୍ଣ ମନେହେଲା। ମୋ ପ୍ରଶ୍ନର ଉତ୍ତର ନ ଦେଇ ବଡ଼ ବଡ଼ ପାହୁଣ୍ଡ ପକେଇ ସେ ଆଗେଇଗଲେ। ତାଙ୍କ ପାଇଁ ଗୋଟିଏ ଧଳା କାର୍ ଅପେକ୍ଷା କରି ରହିଥିଲା। ମୁଁ ନିରାକାର ବାବୁଙ୍କ ସାଂଗେ ଦେଖା କରିବା ପାଇଁ ଅପେକ୍ଷା କରି ରହିଲି। ପଚାରି ବୁଝିଲି, ଭାରି ଭିଡ଼। ଦେଖା ମିଳୁ ମିଳୁ ରାତି ଦଶଟା ହୋଇଯିବ! କେତେ ଆଡୁ କେତେ ଲୋକ ଆସିଛନ୍ତି। କାହାର ବଦଳି, କାହାର ପ୍ରମୋସନ୍, କାହାର ପୁଅ ଡାକ୍ତରଖାନାରେ ପଡ଼ିଛି, ବିଧାୟକଙ୍କ ସୁପାରିସ ମିଳିଲେ ଟଙ୍କା ମିଳିବ। ସମସ୍ତେ ନିରାକାର ବାବୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି।